ଜୁନ ରେ ତାଙ୍କ ମୃତ୍ୟୁବେଳକୁ ଏହାର ଖଣ୍ଡ ଉନ୍ମୋଚିତ ହୋଇଥିଲା, ଯାହାର ପ୍ରଥମ ଖଣ୍ଡ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକଟର ହରେକୃଷ୍ଣ ମହାତାବ. ରେ ଉନ୍ମୋଚନ କରିଥିଲେ। କଥିତ ଅଛି ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟଯୁଗର ପ୍ରଖ୍ୟାତ ଇଂରେଜ ବୈଜ୍ଞାନିକ ରୋଜର ବେକନ ବିଶ୍ୱର ସର୍ବ ପ୍ରଥମ ଜ୍ଞାନକୋଷ ରଚନା କରିଥିଲେ। କିନ୍ତୁ ତାହା ଲୋକଲୋଚନକୁ ଆସିବା ଆଗରୁ କୁଆଡେ଼ ଅନ୍ତର୍ହିତ ହୋଇଗଲା। ଏହାର ପ୍ରାୟ ପାଞ୍ଚ ଶହ ବର୍ଷ ପରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକାର ଆବିର୍ଭାବ ହେଲା। ତେଣୁ ଜ୍ଞାନକୋଷ ପ୍ରଣୟନ କରିବା କେତେ ଦୁଃସାଧ୍ୟ -ଏଥିରୁ ଅନୁମୟେ। ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବୈଜ୍ଞାନିକ ଜ୍ଞାନକୋଷ ରେ ପ୍ରକାଶକ ବିଦ୍ୟାପୁରୀ ଙ୍କଦ୍ୱାରା ପ୍ରକାଶିତ ହେଇଥିଲା। ବିନୋଦ କାନୁନଗୋ ଏନସାଇକ୍ଲୋପିଡ଼ିଆକୁ ତିନି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଯଥା: ବିଶେଷଜ୍ଞଙ୍କ ପାଇଁ ରିଫେରେନସ ଏନସାଇକ୍ଲୋପିଡ଼ିଆ କିଶୋର କିଶୋରୀଙ୍କ ପାଇଁ ଚିତ୍ରବହୁଳ ଓ ସରଳ ଭାଷାରେ ଲିଖିତ ଚିଲ୍ଡରେନ୍ସ ଏନସାଇକ୍ଲୋପିଡ଼ିଆ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜନପ୍ରିୟ, ସୁଖପାଠ୍ୟ, ସହଜବୋଧ୍ୟ ପପୁଲାର ଏନସାକ୍ଲୋପିଡ଼ିଆ। ସେ ତାଙ୍କ ଜ୍ଞାନମଣ୍ଡଳକୁ "ପପୁଲାର ଏନସାଇକ୍ଲୋପିଡ଼ିଆ" ଶ୍ରେଣୀଭୁକ୍ତ କରିଛନ୍ତି। କିନ୍ତୁ ସେଥିରେ ଯେତେ ସଂଖ୍ୟକ ଚିତ୍ର ରହିଛି ଏବଂ ବିଷୟବସ୍ତୁର ବର୍ଣ୍ଣନା ଯେମିତି ହୋଇଛି, ତାହା ଅଳ୍ପ ପାଠ ପଢ଼ିଥିବା ଆଗ୍ରହୀ ପିଲାମାନେ ମଧ୍ୟ ସହଜରେ ଧରିପାରିବେ। ତେଣୁ ଉପରୋକ୍ତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଏହା ଏକ ସ୍ୱାଗତଯୋଗ୍ୟ ସମାହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଉଲ୍ଲେଖନୀୟ ଯେ ବିନୋଦ କାନୁନଗୋ ଜଣେ ଶିଶୁ ସାହିତ୍ୟିକ। ପ୍ରସ୍ତରଯୁଗୀୟ ମାନବ ସମ୍ବନ୍ଧରେ ରଚିତ "ପିଲାମାନଙ୍କ ପାଇଁ ଦିନ "ସିରିଜ ସକାଶେ ଙ୍କ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ତାଙ୍କୁ ପ୍ରଦତ୍ତ କରାଯାଇଥିଲା। ର ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ତାଙ୍କର ଆତ୍ମଚରିତ "ଋଣ ପରିଶୋଧ", "ଆଉରି ବରକୋଳି ନିଅ" ଅଧ୍ୟାୟରେ ସେ ନିଜର ପିଲାଦିନର ସ୍ମୃତିକୁ ଯେମିତି ଉପସ୍ଥାପନ କରିଛନ୍ତି, ତାହା ଯେ କୌଣସି ବୟସର ପାଠକକୁ ମୁଗ୍ଧ କରିବ। ସେଥିରେ ବର୍ଣ୍ଣିତ ହୋଇଛି ଶତପଥୀ ନାମକ ଜଣେ ପଣ୍ଡିତଙ୍କ ବିଷୟ, ଯିଏକି ଜମିଦାର ବିହାରୀଲାଲଙ୍କ ଘରକୁ ପ୍ରତିଦିନ ଯାଆନ୍ତି ଗୀତାର ଅନୁବାଦ ସହ ଟୀକା ରଚନା କରିବାକୁ। ପଣ୍ଡିତ ଶତପଥୀ ରାତିରେ ଘରକୁ ଫେରିବା ବେଳେ ଗୋଟିଏ ଥାଳିରେ ବିହାରୀଲାଲଙ୍କଠାରୁ ସିଦା ନେଉଥିଲେ, ଯେଉଁଥିରେ ପର୍ଯ୍ୟାପ୍ତ ଚାଉଳ, ଡାଲି, ପରିବାଦି ଥାଏ। ଥରେ ସେଇ ସଞ୍ଚାରେ ବିହାରୀଲାଲ ଚାରୋଟି ଗୋଲ ଆଳୁ ଦେଇଥିଲେ। ଏହାର ବର୍ଣ୍ଣନା କାନୁନଗୋଙ୍କ ଭାଷାରେ, "ପଣ୍ଡିତ ଶତପଥୀ" ସେଠାରେ କିଛି କହି ନ ପାରି ଗାମୁଚ୍ଛାରେ ପୂରାଇ ନେଇଗଲେ। ଘରେ ଯାଇ ସେତକ ସବୁ ବାରିଆଡେ଼ ଫେ। ପାଡ଼ି ଦେଇ ଘରେ ଆସି ଗାଧୋଇଲେ। ପଇତା ବଦଳାଇଲେ ତା' ପରଦିନ ଜମିଦାର ତାଙ୍କୁ ପଚାରିଲେ, "କାଲି ଯେଉଁ ନୂଆ ଚିଜ ଦେଇଥିଲି ତାକୁ କେମିତି ରନ୍ଧିଲ? " ଶତପଥୀ ଟିକିଏ ଶଙ୍କି ଯାଇ କହିଲେ, "ଜୀବନରେ ମୁଁ କେବେ ପକ୍ଷ୍ୟଣ୍ଡ ଛୁଇଁ ନାହିଁ। ତେଣୁ ତାକୁ ଫେ। ପାଡ଼ି ଦେଲି। ସିଦା ମାରା ହୋଇ ଯାଇଥିଲା ବୋଲି ତାକୁ ମଧ୍ୟ ଫେ। ପାଡ଼ି ଦେଲି। " ବିହାରୀ ହସିଲେ "ଆଳୁକୁ ଯେ ଅଣ୍ଡା ବୋଲି ଧରିନେଲେ ସେଥିପାଇଁ ହସ। " ଋଣ ପରିଶୋଧ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଛାତିକି ପଥର କରି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେଳୁଚରଣ ମହାପାତ୍ର ସୀତାକାନ୍ତ ମହାପାତ୍ର ରଘୁନାଥ ମହାପାତ୍ର ମହାଦେବ ଆୟାର ଗଣପତି ପ୍ରାଣକୃଷ୍ଣ ପରିଜା କାଳିନ୍ଦୀ ଚରଣ ପାଣିଗ୍ରାହୀ ଗୋପୀନାଥ ମହାନ୍ତି ଅନ୍ନଦା ଶଙ୍କର ରାୟ କେଳୁଚରଣ ମହାପାତ୍ର ତ୍ରିଲୋଚନ ପ୍ରଧାନ ରଘୁନାଥ ମହାପାତ୍ର ରମାକାନ୍ତ ପଣ୍ଡା ସୀତାକାନ୍ତ ମହାପାତ୍ର ଯୋଗେଶ ଚନ୍ଦ୍ର ପତି ଲକ୍ଷ୍ମୀନାରାୟଣ ସାହୁ ଆଇଜାକ ସାନ୍ତ୍ରା ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି ଆର୍ତ୍ତବଲ୍ଲଭ ମହାନ୍ତି ପର୍ଶୁରାମ ମିଶ୍ର ଶାନ୍ତି କୁମାର ତ୍ରିଭୂବନଦାସ ରାଜ ସଚ୍ଚିଦାନନ୍ଦ ରାଉତରାୟ ପରମାନନ୍ଦ ଆଚାର୍ଯ୍ୟ କୃତାର୍ଥ ଆଚାର୍ଯ୍ୟ ବିଚିତ୍ରାନନ୍ଦ ଦାସ ମାୟାଧର ମାନସିଂହ ଅଭିନ୍ନ ଚନ୍ଦ୍ର ରାଓ ସଦାଶିବ ରଥଶର୍ମା କେଳୁଚରଣ ମହାପାତ୍ର ସତ୍ୟନାରାୟଣ ରାଜଗୁରୁ କାଳୀଚରଣ ପଟ୍ଟନାୟକ ସଂଯୁକ୍ତା ପାଣିଗ୍ରାହୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିମାଇଁ ଚରଣ ହରିଚନ୍ଦନ ରଘୁନାଥ ମହାପାତ୍ର ପ୍ରଫୁଲ୍ଲ କୁମାର ଜେନା ସରୋଜ ରାଜ ଚୌଧୁରୀ ବାସନ୍ତୀବାଳା ଜେନା ବିନୋଦ କାନୁନଗୋ ଦେବୀପ୍ରସନ୍ନ ପଟ୍ଟନାୟକ ରାଧାମୋହନ ଗଡ଼ନାୟକ ସୁରେନ୍ଦ୍ର ମହାନ୍ତି ପଙ୍କଜ ଚରଣ ଦାସ ପ୍ରିୟମ୍ବଦା ମହାନ୍ତି ହେଜମାଦି କୁଞ୍ଜ ବିହାରୀ ମେହେର ଗୋପାଳ ଚନ୍ଦ୍ର ମିତ୍ର।